ମି: ପାତ୍ରଙ୍କର ପୋଷାକ ପତ୍ର ରକ୍ତାକ୍ତ ଅବସ୍ଥାରେ ମିଳିଛି, ତାଙ୍କ ଶିଳ୍ପପୁରୀ କାରଖାନା ସାମ୍ନା ବୁଦାତଳୁ। ସେ ଯେ ପାତ୍ରଙ୍କର ତାହା ତାଙ୍କ ସ୍ତ୍ରୀ ମିସେସ୍ ପାତ୍ର ଚିହ୍ନଟ କରିଛନ୍ତି। '' ତନ୍ମୟ ହୋଇ କହିବାରେ ଲାଗିଥିଲେ ଶରତ୍। ମି: ଚୌଧୁରୀ କିନ୍ତୁ କଥାଟାକୁ ଖୁବ୍ ହାଲୁକା ଭାବରେ ଶୁଣୁଥିଲେ ଆଉ କାଗଜ ଉପରେ ଦୃଷ୍ଟି ନିବିଷ୍ଟ କରିଥିଲେ। ଟିକକ ପରେ କାଗଜ ଉପରୁ ମୁହଁ ଉଠାଇ ପଚାରିଲେ, ''ସେ ପୋଷାକଗୁଡ଼ିକ ଆବିଷ୍କାର କଲା କିଏ? '' ''ତାଙ୍କ ମ୍ୟାନେଜର ଅବନୀବାବୁ। ଆଜି ଫାଟକ ପାଖରେ ଚାଲ୍ବୁଲ୍ କରୁ କରୁ ହଠାତ୍ ତାଙ୍କ ଦୃଷ୍ଟିପଡ଼ନ୍ତେ। '' ''ତେବେ ତ ଯୁଦ୍ଧ ଅତି ନିକଟେଇ ଆସିଲା ବୋଲି ଜାଣ। ପ୍ରଥମେ ଆମକୁ ମି: ପାତ୍ରଙ୍କୁ ଉଦ୍ଧାର କରିବାକୁ ହେବ। ସେତକ କରି ପାରିଲେ ଆମ ପକ୍ଷରେ ଅନ୍ୟ କାମ କରିବା କଷ୍ଟ ହେବ ନାହିଁ। '' ଶରତ୍ଙ୍କ କଥାରେ ବାଧାଦେଇ କହିଲେ ମି: ଚୌଧୁରୀ। ''କ'ଣ କହୁଛନ୍ତି ସାର୍? ଯେଉଁଠି ମି: ପାତ୍ରଙ୍କର ରକ୍ତାକ୍ତ ପୋଷାକ ମିଳୁଛି ବୁଦାତଳୁ, ସେଠି ଆପଣ ପୁଣି ଉଦ୍ଧାରର କଳ୍ପନା କରୁଛନ୍ତି? ''ମୁଁ ଅଗତ୍ୟା ବାଧ୍ୟହୋଇଛି ଶରତ୍, ମୁଁ ବାଧ୍ୟହୋଇଛି। ଏବେ ଅଭିଜ୍ଞତା ଅବଶ୍ୟ ତୁମର ହେଇନି; କିନ୍ତୁ ନିଶ୍ଚିତ ରୂପେ ତୁମେ ଜାଣି ରଖ ଯେ, ଏଇଟା ଗୋଟାଏ ଚାଲବାଜି ଛଡ଼ା ଆଉ କିଛି ନୁହେଁ। ମିଷ୍ଟର ପାତ୍ରଙ୍କୁ ଯଦି ହତ୍ୟାକରା ହୋଇଥାନ୍ତା, ତେବେ ପୋଷାକ ବଦଳରେ ପୋଷାକ ସହ ଶବ ଆବିଷ୍କାର କରାଯାଇ ପାରିଥାନ୍ତା। କିନ୍ତୁ ତା' ନୁହେଁ। ତୁମେ ନିଶ୍ଚିତ ହୁଅ ଯେ-ମି: ପାତ୍ର ଜୀବିତ। ରକ୍ତାକ୍ତ ପୋଷାକ ଦେଖାଇ, ତାଙ୍କର ମୃତ୍ୟୁର ଧାରଣା ଆମ ମନରେ ଜନ୍ମାଇବା ହେଲା ଏହାର ପ୍ରକୃତ ଉଦ୍ଦେଶ୍ୟ। ମୁଁ ଆଜି ତୁମକୁ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବି। ତୁମେ ସେ ଗୁଡ଼ିକୁ ତୁଲାଇବାକୁ ପ୍ରସ୍ତୁତ ରହ''-କହିଲେ ମି: ଚୌଧୁରୀ। ''ମୁଁ ପ୍ରସ୍ତୁତ ସାର୍! '' -ହସିଦେଇ କହିଲେ ଶରତ୍। ''ଧନ୍ୟବାଦ! '' -ସଂକ୍ଷିପ୍ତ ଉତ୍ତରଟିଏ ଦେଇ କାଗଜରେ ମନୋନିବେଶ କଲେ ମି: ଚୌଧୁରୀ। ଧାରା ଶ୍ରାବଣର ଶେଷ। ବର୍ଷା ଛାଡ଼ିଛି, ତଥାପି ଆକାଶରେ ବାଦଲ ଭସା ଶେଷ ହୋଇନି। ଅଷ୍ଟମୀ ତିଥିରେ ରାତ୍ରି; ଚନ୍ଦ୍ର ଅସ୍ତ ହେବାକୁ ଆଉ ବେଶୀ ଡେରି ନାହିଁ ବୋଧହୁଏ। ଦୂରରେ କୁହୁଡ଼ିର ମାଟିଆ ପରଦା ତଳେ ଛପି ଯାଇଛନ୍ତି ପ୍ରକୃତିର ଯତ୍ନପାଳିତ ଗଛଲତାଗୁଡ଼ିକ। ସହରର କୋଳାହଳ ଆଉ ନାହିଁ। କେତେବେଳେ ବହୁ ଦୂରରୁ ବୁଲା କୁତିଟାର ବେତାଳିଆ ସ୍ୱର ବା ବୁଦିବୁଦିକିଆ ଜଙ୍ଗଲଆଡ଼ୁ ବିଲୁଆଟାର ରଡ଼ି ଛଡ଼ା ଆଉ କିଛି ଶବ୍ଦ ଶୁଭୁ ନାହିଁ-। ମାନସପୁରୀ ସ୍ତବ୍ଧ। ଚାକର ପୁଝାରୀ ଯେ ଯୁଆଡ଼େ ଖାଇ ଶୋଇଲେଣି। ରାତିରେ ବେଶୀ ବେଳଯାଏ କାମ ଲାଗିଥାଏ କେବଳ ମି: ପାତ୍ରଙ୍କ ପାଇଁ। କିନ୍ତୁ ସେ ଗଲାଦିନୁ ଆଉ କାମ ବା କ'ଣ? ମିସେସ୍ ପାତ୍ର ତ ଆହାର ନିଦ୍ରା ଛାଡ଼ି ସବୁବେଳେ ଶେଯ ଧରିଛନ୍ତି। ଚାକର ପୁଝାରୀଗୁଡ଼ା ଖାଲି ନିଜର ଖାଇବା ଯୋଗାଡ଼ ଛଡ଼ା ଆଉ କିଛି କାମ କରିବାକୁ ବି ପାଉନାହାନ୍ତି। ବରାଦ ମଧ୍ୟ କରୁଛି କିଏ? ସେଇଥି ପାଇଁ ମାନସପୁରୀର ନିର୍ଜନତା ଆଜି ଏତେ ଶୀଘ୍ର। ଗୋଟାଏ ଗୋଟାଏ କୋଠରୀରୁ ରୀତିମତ ଘୁଙ୍ଗୁଡ଼ି ଶବ୍ଦ ମଧ୍ୟ ଶୁଣାଯାଉଛି। ବିରାଟ ପ୍ରାସାଦଟାକୁ ଘେରି ରହିଛି ଝାପ୍ସା ଅନ୍ଧକାର ଆଉ ଘୋର ନିର୍ଜନତା। ପ୍ରାସାଦର ଭିତର ଆଡ଼ର ସୁସଜ୍ଜିତ ଶୟନ କକ୍ଷଟିଏ। ତା'ରି ଠିକ୍ ମଝିରେ ମୂଲ୍ୟବାନ ପଲଙ୍କ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ରହି ମିସେସ୍ ପାତ୍ର ଭାବୁଥିଲେ ନିଜର ଭବିଷ୍ୟତ୍ କଥା-''କାଲି ତିନିଲକ୍ଷ ଟଙ୍କା କିମ୍ବା ସେହି ମୂଲ୍ୟର ସୁନା କ୍ଷତିପୂରଣ ଦେବାକୁ ହେବ ରାୟବାହାଦୂର ହରନାଥ ପଟ୍ଟନାୟକଙ୍କୁ। ବିରାଟ ଧନାଗାରର ସଂଗ୍ରାହକ ତାଙ୍କର ପ୍ରାଣପ୍ରିୟ ସ୍ୱାମୀ ରହିଲେ କାହିଁ କେଉଁଠି? ଖାଲି ହା-ହୁତାଶରେ ବଞ୍ଚିରହିବା ପାଇଁ ତାଙ୍କୁ ଛାଡ଼ିଗଲେ ସିନା! '' ପୁଣି ମନରେ କ'ଣ ଭାବି ପଲଙ୍କ ଉପରେ ଉଠି ବସିଲେ ସେ। ଉପରେ ନୀଳ ବର୍ଣ୍ଣର ବିଦ୍ୟୁତ୍ ଆଲୋକଟି ଜଳୁଥିଲା ଦିକ୍ ଦିକ୍ ହୋଇ। କୋଠରୀ ଭିତରର ଅନ୍ଧକାର ଦୂର କରିବାର କ୍ଷମତା ଯଦିଓ ତା'ର ନ ଥିଲା, ତଥାପି ଇଷତ୍ ନୀଳାଭ ଆଲୋକର ଆଭା ବିଞ୍ଚୁଡ଼ି ହୋଇ ପଡ଼ିଥିଲା ଘରସାରା। ସେଇ ମ୍ଳାନ ଆଲୋକରେ ମିସେସ୍ ପାତ୍ରଙ୍କର ଦୁଇଖଣ୍ଡ ଦେଇ ଦୁଇଧାର ଲୁହ ବହି ଆସୁଥିଲା ତାଙ୍କର ଅଜ୍ଞାତରେ, ମୁକ୍ତା ବିନ୍ଦୁପରି ଢଳ ଢଳ ହୋଇ। ଅସଂଯତ ବସନ ପରିପାଟି ତଳେ ମିସେସ୍ ପାତ୍ରଙ୍କର ଗୌରବର୍ଣ୍ଣ ଦେହରେ ନୀଳବର୍ଣ୍ଣର ଆଲୋକଛଟା ଅପୂର୍ବ ସୁଷମା ସୃଷ୍ଟି କରିଥିଲା।